ଡାଃ. ସାରା ଭାଇଙ୍କଦ୍ୱାରା ଅହମଦାବାଦଠାରେ ଭୌତିକ ଗବେଷଣାଗାର ଏବଂ ମୁମ୍ବାଇଠାରେ ଟାଟା ମୌଳିକ ଗବେଷଣା ପ୍ରତିଷ୍ଠାନର ସ୍ଥାପନା କରାଗଲା। ପ୍ରାଥମିକ ଅବସ୍ଥାରେ ମହାକାଶ ଗବେଷଣା କାର୍ଯକ୍ରମ ମହାଜାଗତିକ ରଶ୍ମିର ଅଧ୍ୟୟନ ଉପର ବାୟୁମଣ୍ଡଳରେ ବିବିଧ ଯନ୍ତ୍ରପାତିର ପରୀକ୍ଷା ନିରୀକ୍ଷା ଏବଂ କୋଲାରସ୍ଥିତ ଗଭୀର ଖଣି ଗୁଡିକର ଅଭ୍ୟନ୍ତର ପରିକ୍ଷା ଇତ୍ୟାଦି। ଉଣେଇଶ ଶହ ପଚାଶରେ ଭାଭାଙ୍କ ନେତୃତ୍ୱରେ ପରମାଣୁ ଶକ୍ତି ବିଭାଗ ସ୍ଥାପିତ ହେଲା। ଏହା ପରମାଣୁ ଗବେଷଣା ସହ ମହାକାଶ ଗବେଷଣାର ଦାୟିତ୍ୱ ମଧ୍ୟ ବହନ କଲା। ସେ ସମୟରେ ଜଳବାୟୁର ବିଭିନ୍ନ ଦିଗ ଏବଂ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଆଦି ଉପରେ ଅନେକ ଅଧ୍ୟୟନ କରାଗଲା। ସେଥିପାଇଁ କୋଲବାରରେ ପ୍ରତିଷ୍ଠିତ ମାନମନ୍ଦିରକୁ ପୁର୍ନ ବିନ୍ୟାସ କରାଯିବା ସଙ୍ଗେ ସଙ୍ଗେ ଉତ୍ତରପ୍ରଦେଶରେ ହିମାଳୟର ପାଦଦେଶରେ ଏବଂ ଓସମାନିଆ ବିଶ୍ୱବିଦ୍ୟାଳୟ ଠାରେ ନୂତନ ମାନମନ୍ଦିରମାନ ସ୍ଥାପନ କରାଗଲା। ତତ୍କାଳୀନ ସୋଭିଏତ୍ ୟୁନିୟନ୍ ଦ୍ୱାରା ସର୍ବପ୍ରଥମ କୃତ୍ରିମ ଉପଗ୍ରହ ସ୍ଫୁଟନିକର ଉତକ୍ଷେପଣ ବିଶ୍ୱରେ ଶିହରଣ ସୃଷ୍ଠିକଲା ତଥା ମହାକାଶ ଗବେଷଣା ପ୍ରାଧାନ୍ୟଲାଭ କରିବାକୁ ଲାଗିଲା। ଇସ୍ରୋର ଗଠନ ମହାକାଶ ତଥା ଗ୍ରହଜଗତ ସମ୍ବନ୍ଧରେ ତାତ୍ତ୍ୱିକ ଗବେଷଣା ଅତ୍ୟାଧୁନିକ ମହାକାଶୀୟ ପ୍ରଯୁକ୍ତି ବିଦ୍ୟାର ଉନ୍ନତିକରଣ ଓ ଦେଶର ଉନ୍ନତିରେ ମହାକାଶର ପ୍ରୟୋଗ ଉଦ୍ଦେଶ୍ୟରେ କରାଯାଇଥିଲା। ଏହି ସଂସ୍ଥାନର ମୁଖ୍ୟ ମିଶନ୍ ଗୁଡିକ ହେଲା ଇସ୍ରୋ ଭାରତ ସରକାରଙ୍କ ମହାକାଶ ବିଭାଗ ର ଅଧିନସ୍ଥ ଏକ ସଂସ୍ଥା। ମହାକାଶ ବିଭାଗ ସିଧାସଳଖ ପ୍ରଧାନମନ୍ତ୍ରୀ ତଥା ମହାକାଶ କମିଶନଙ୍କ ଅଧୀନରେ କାର୍ଯ୍ୟକରେ। ସତୁରି ଦଶକରେ ଇସ୍ରୋ ଉତକ୍ଷେପଣଯାନ ନିର୍ମାଣ କରିବାର ପରିକଳ୍ପନା ଆରମ୍ଭ କରିଥିଲା। ଏହି ଦଶକରେ ଅନେକ ସାଉଣ୍ଡିଂ ରକେଟ୍ ସାହାଯ୍ୟରେ ଉର୍ଦ୍ଧ୍ୱାକାଶ ସଂମ୍ପର୍କିତ ତଥ୍ୟ ସଂଗ୍ରହ କରାଗଲା। କାଳକ୍ରମେ ଅନେକ ଉନ୍ନତ ଧରଣର ରକେଟ୍ ର୍ନିମାଣ କରାଗଲା। ପ୍ରଥମ ଉପଗ୍ରହ ଉତ୍‌କ୍ଷେପଣ ଯାନ ବାଇଶି ମିଟର ଉଚ୍ଚତା ଏବଂ ଚାରି ସୋପନ ବିଶିଷ୍ଟ କଠିନ ଇନ୍ଧନ ଇଞ୍ଜିନଦ୍ୱାରା ପ୍ରାୟ ପାଞ୍ଚ ଶହ କିଲୋମିଟର ଉପରକୁ ପ୍ରକ୍ଷେପଣ କରଯାଇପାରେ। ଏହି ଯାନର ଓଜନ ସତର ଟନ୍ ହୋଇଥିବା ବେଳେ ଏହା ଚାଳିଶି କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ନିମ୍ନ ପୃଥିବୀ କକ୍ଷପଥ ରେ ସ୍ଥାପନ କରିପାରେ। ଏହିପରି ଚାରୋଟି ରକେଟ୍ ପ୍ରକ୍ଷେପଣ କରଯାଇଥିଲା ତନ୍ମଧ୍ୟରୁ ପ୍ରଥମ ପ୍ରକ୍ଷେପଣଟି ଅସଫଳ ହୋଇଥିଲା। ଏହା ପରେ ଆସିଥିବା ଏଏସଏଲଭି ଉତକ୍ଷେପଣ ଯାନଟି ଏକ ଶହ ପଚାଶ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନର ସାଟେଲାଇଟ୍ ନିମ୍ନ ପୃଥିବୀ କକ୍ଷପଥରେ ସ୍ଥାପନ କରିପାରେ। ଏହି ଉତକ୍ଷେପଣ ଯାନର ଓଜନ ଚାଳିଶ ଟନ ହୋଇଥିବବେଳେ ଉଚ୍ଚତା ଚବିଶ ମିଟର। ଏହା ପାଞ୍ଚ ସୋପନ ବିଶିଷ୍ଟ କଠିନ ଇନ୍ଧନ ଇଞ୍ଜିନ ଦ୍ୱାରା ପରିଚାଳିତ। ସମୁଦାୟ ଚାରୋଟି ରକେଟ୍ ପ୍ରକ୍ଷେପଣ କରଯାଇଥିଲା ତନ୍ମଧ୍ୟରୁ ଦୁଇଟିରେ ସଫଳତା ହାସଲ ହୋଇଥିଲା। ପିଏସଏଲଭି ହେଉଛି ଇସ୍ରୋ ଦ୍ୱାରା ନିର୍ମିତ ସବୁଠାରୁ ସଫଳତମ ଉତକ୍ଷେପଣଯାନ। ଏହାର ଉଚ୍ଚତା ଚଉରାଳିଶି ମିଟର। ସେପ୍ଟେମ୍ବର କୋଡ଼ିଏ ଉଣେଇଶ ଶହ ତେରାବନ ତେରାନବେରେ ଏହାର ପ୍ରଥମ ପ୍ରକ୍ଷେପଣ କରାଯାଇଥିଲା। ପିଏସଏଲଭି ଯାନର କର୍ଯ୍ୟକରିତ ସୁଦୂର ପ୍ରସାରୀ। ଏହା ଚାରୋଟି ସୋପନରେ ସାଟେଲାଇଟକୁ ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପନ କରିଥାଏ। ପ୍ରଥମ ସୋପାନଟି କଠିନ ଇନ୍ଧନ ଇଞ୍ଜିନଦ୍ୱାରା ପରିଚାଳିତ ଏବଂ ଛଅଟି ଷ୍ଟ୍ରାପ୍ଅନ ବୁଷ୍ଟର୍ ଏହା ସହ ସଂଯୋଜିତ। ଦ୍ଵିତୀୟ ଓ ଚତୁର୍ଥ ସୋପାନ ତରଳ ଇନ୍ଧନ ଇଞ୍ଜିନଦ୍ୱାରା ପରିଚାଳିତ ହେଉଥିବବେଳେ ତୃତୀୟ ସୋପାନଟି କଠିନ ଇନ୍ଧନ ଇଞ୍ଜିନଦ୍ୱାରା ପରିଚାଳିତ। ଫେବୃୟାରୀ ପନ୍ଦର ଦୁଇ ହଜାର ସତରରେ ପିଏସଏଲଭି ବ୍ୟବହାର କରି ସର୍ବଧିକ ଏକ ଶହ ଚାରିଟି ସାଟେଲାଇଟ୍ ଏକସଙ୍ଗେ ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପନ କରାଯାଇଥିଲା। ଜିଏସଏଲଭି ଇସ୍ରୋ ଦ୍ୱାରା ନିର୍ମିତ ସର୍ବବୃହତ ଉତକ୍ଷେପଣଯାନ। ଏହକୁ ଇନସାଟ୍, ଜିସାଟ୍ ,ଏଡୁସାଟ୍ ପରି ଓଜନିଆ ଉପଗ୍ରହ ଉତକ୍ଷେପଣ କରିବାରେ ବ୍ୟବହାର କରାଯାଇଅଛି। ଏହାର ଉଚ୍ଚତା ଅଣଚାଶ ଦଶମିକ ଏକ ତିନି ମିଟର। ଏହା ତିନୋଟି ସୋପାନ ବିଶିଷ୍ଟ ଯାନ, ଯାହା ନିମ୍ନ ପୃଥିବୀ କକ୍ଷପଥ ତଥା ଭୂ-ସ୍ଥିର ସ୍ଥାନାନ୍ତରଣ କକ୍ଷପଥକୁ ଭାରୀ ପେଲୋଡ୍ ନେବାରେ ସକ୍ଷମ। ଏହାର ପ୍ରଥମ ସୋପାନଟିରେ କଠିନ ପ୍ରୋପେଲାଣ୍ଟ୍ ମୋଟର ସହିତ ଚାରୋଟି ତରଳ ଷ୍ଟ୍ରାପ୍-ଅନ୍ ମୋଟର ବ୍ୟବହୃତ ହୋଇଥାଏ।